ତହୁଁ କଲିକତାର ମଣ୍ଡଳୀରେ ସଭ୍ୟ ହୋଇ ଯୋନାଥନ୍ ପିଟର ନାମରେ ୟୁରେସିଆନ ବେଶରେ ରହିଲି। ସେଠିକାର ଆଉ ଜଣେ କର୍ମଚାରୀ ବିଜୟଚନ୍ଦ୍ର ସେନ ବଙ୍ଗାଳୀ ଖ୍ରୀଷ୍ଟିୟାନଙ୍କ ସହ ମୋର ବନ୍ଧୁତ୍ୱ ହେଲା। ସେତେବେଳେ ମୁଁ ଥାଏ ବହୁବଜାର ଷ୍ଟ୍ରିଟ୍ରେ। ସେଠାରୁ ପୁଣି ଯୋଡ଼ାସାଙ୍କୋ ଲେନ୍କୁ ଉଠିଗଲି। ସେଠାରେ ଏକାକୀ ଅବସ୍ଥାରେ ବଡ଼ କଷ୍ଟ ହେଲା। ହଠାତ୍ ମୋତେ ଧରିଲା। ପିଳେହୀ ବଢ଼ିଲା। ଦିନ ଦ୍ୱିପହର ହୋଇଥାଏ। କାମରୁ ଆସି ବଡ଼ କ୍ଳାନ୍ତିରେ କପେ ଚା' ଖାଇ ବିଛଣାରେ ଲମ୍ୱ ହୋଇ ଶୋଇଗଲି। ସେଦିନ ମୋତେ ଭୟାନକ ଜ୍ୱର ହେଲା। ସନ୍ଧ୍ୟାକୁ ବିଜୟବାବୁ ପହଞ୍ଚିଲେ। ମୋର ଅବସ୍ଥା ଦେଖି ବଡ଼ ଦୁଃଖ କରି କହିଲେ "କିଓ ଯୋନାଥନ, ମୁଁ ଦେଖୁଚି ତୁମେ ଏକୁଟିଆ ବଡ଼ କଷ୍ଟ ପାଉଚ। ଚାଲ ଏଠାରୁ ଘର ଭଡ଼ା ତୁଟାଇ ଦେଇ ମୋ ପାଖରେ ରହିବ। " ବିଜୟକୁ ମୁଁ ଆଗରୁ ଜାଣିଥିଲି। ବଡ଼ ଭଦ୍ର, ବିନୟୀ ଓ ପରୋପକାରୀ। ତହୁଁ ମୁଁ ତାର କଥାରେ ସମ୍ମତ ହେଲି। ବିଜୟ ସେହିକ୍ଷଣି ଡାକ୍ତର ଡାକିଆଣି ମୋର ଚିକିତ୍ସାର ବନ୍ଦୋବସ୍ତ କଲା। ତା ପର ଦିନ ଜୁଲାଇ ତାରିଖ ରେ ମୁଁ ଯୋଡ଼ାସାଙ୍କୋଲେନ୍ର ଘରଛାଡ଼ି ନମ୍ୱର ରେ ଆସି ବିଜୟ ସହିତ ରହିଲି। ଘରଟି ଜଣେ ମୁସଲମାନ ହୀରାମନ ବିବି ବାଡ଼ିଆଲିର। ତାର ସ୍ୱାମୀ ମଦ୍ୟପାୟୀ, ବେଜାଏ ଦୁଷ୍ଟ ପଠାଣ, ଶେକ୍ ଆବଦୁଲ୍ ହାକିମ। ସେ ପୁଣି ବୁର୍ବୁଚି। ତାର ଗୋଟିଏ ଦୁଷ୍ଟ କନ୍ୟା, ମତିଜାନ୍ବିବି। ଯାହାକୁ ତୁମେ ରାନ୍ଧିବାର ଦେଖି ଆସିଲ। ବିଜୟ ସହିତ ତାର ପ୍ରଣୟ ଥିଲା। ଯାହାହେଉ ବିଜୟକୁ ଭଦ୍ର ମନେକରି ବିଜୟ ସହିତ ଆସିଲି। ପ୍ରାୟ ଦିନ ମଧ୍ୟରେ ରୋଗ ପ୍ରବଳ ହେବାକୁ ଲାଗିଲା। ଏଥମଧ୍ୟରେ ଦେଖିଲି ବିଜୟ ଉପରେ ସାଧୁ, ଭିତରେ ଭୟାନକ ଠକ, ଧୂର୍ତ୍ତ ଓ ଦୁଷ୍ଟ ମଣିଷ। ରୋଜ ମଦଖାଇ ଆସି ପଡ଼ିଥାଏ। ନାନା ଅରୁଚି କଥା ବକେ। ଆଉ ସେ ପଠାଣ ଟୋକୀ ମତିଜାନ ତାକୁ ମାରିବାର ମୁଁ ଦେଖିଚି। ଏହିପରି ଦୁଇ ମାସ ହେଲା। ମୋର କାମ ଗଲା। ମୁଁ ଶଯ୍ୟାଶାୟୀ ହେଲି। ମୋର ବ୍ୟାଙ୍କରେ ପାଞ୍ଚଶହ ଟଙ୍କା ଥିଲା। ସେତିକ ଛାଡ଼ି ହାତରେ ମୋର ପ୍ରାୟ ଟଙ୍କା ଥିଲା। ସବୁ ଅଯଥା ଅପବ୍ୟୟ କରି ବିଜୟ ଯେତେବେଳେ ଜାଣିଲା ମୁଁ ଆଉ ବଞ୍ଚିବି ନାଇଁ, ସେ ମୋର ଟ୍ରଙ୍କ ଖଣ୍ଡିକ ନେଇ ଫେରାର୍ ହେଲା। ମୋର ଯାହା ମନେପଡ଼ୁଚି ସେ ବ୍ୟାଗରେ ଟଙ୍କା ଯାଏ ଥିଲା ଓ ଖୁଚୁରା କିଛି ଥିଲା। ଆଉ ବାକି ବହି ଓ ସାର୍ଟିଫିକେଟ ଇତ୍ୟାଦି ବଡ଼ବାବୁଙ୍କ ପାଖରେ ରଖି ଥିଲି। ସେଥିରେଥିବା ମୋର ସୁନାର ରିଂ, ଦାମୀଘଡ଼ି, ସୁନାର ଚେନ୍ ଓ ରେଶମ ଏବଂ ଗରମ ଲୁଗାପଟା ଥିଲା। ଏତଦ୍ବ୍ୟତୀତ କେତେକ ଗଳ୍ପ ବହି ଓ ବାଇବଲ୍ ସବୁ ଟ୍ରଙ୍କ ସୁଦ୍ଧା ଉଠେଇ ନେଇଗଲା। ଯାହାହେଉ, ତାହା ପୂର୍ବରୁ ମୁଁ ଦିନେ ତା'ହାତରେ ତୁମ ନିକଟକୁ ଖଣ୍ଡେ ଚିଠି ଦେଇଥିଲି। ଭାଗ୍ୟକୁ ତୁମେ ସେଇଟା ପାଇଥିଲ, ନ ହେଲେ ସବୁତ ଯାଇଥିଲା। ମୁଁ ତ କାଲିକତାରେ ନିରାଶ୍ରୟ ହୋଇ ମରିଥାନ୍ତି। ତାପରେ ମୁଁ ଆଉ ବିଛଣାରୁ ଉଠି ପାରିଲି ନାଇଁ। ତୁମେ ଆସି ମୋର ପ୍ରାଣରକ୍ଷା କଲ-। ବାସ୍ତବିକ ତୁମେ ହେବତା ସ୍ୱରୂପ। ତୁମପରି ଏ ଜୀବନରେ ମୋର କେହି ଆଉ ଉପକାର କରିନାଇଁ। ମୋର କଲିକତାର ଘଟଣା ଗୋଟି ଗୋଟି ମନେପଡ଼େ। କେତେ ଉପାସ ଭୋକ ସହିବାକୁ ହୋଇଛି। ଦିନ ଦ୍ୱି ପ୍ରହରବେଳେ ଆସି ଦେଖେ,ଚାକରଟା ପଳାଇଛି। ତେଣୁ ଉଦୁଉଦିଆ ଖରାବେଳେ ହୋଟେଲ୍ କୁ ଯାଇ ଖାଇବାକୁ ହୋଇଛି। ସେଠାରେ ପୁଣି ଛେଳିମାଂସ ସହିତ ଗୋମାଂସ ଓ ଚର୍ବିରେ ତରକାରୀ ରନ୍ଧାହୁଏ। ବଡ଼ ଘୃଣା ଲାଗେ। ଜଳଖିଆ ଖାଇ ରହିଯାଏ। ବୀର ହସି ହସି କହିଲେ "କେବେ କଣ ଗୋମାଂସ ଖାଇନ ହଁ? " ଯୋନାଥନ କହିଲେ, "ଅନେକ ଥର ଭୁଲରେ ଖାଇ ଦେଇଛି। ଜାଣି ପାରି ନାହିଁ। ରାନ୍ଧିଦେଲେ ଠିକ୍ ଛେଳିମାଂସ ପରିଲାଗେ, କିନ୍ତୁ ଜାଣି ଜାଣି କେବେ ଖାଇ ନାହିଁ। ଘୃଣାଲାଗେ। ହେଲେ ଗୋରୁ ଚର୍ବିରେ ତିଆରି ପରଟା ଅନେକ ଥର ଖାଇଚି। ଆଉ ସେ କୁଲ୍ଫିବରଫ ଥରେ ଖାଇ ପରା ମୋତେ କଲେରା ଧରିଥିଲା। ଦିନେ ସଞ୍ଜବେଳେ ଆଇସ୍କ୍ରିମ ଓ କୁଲ୍ଫି ବରଫ କିଣି ଖାଇଲି।